ସମସ୍ତେ ଜାଣିଲେ ସାଗରୀକାର କ'ଣ ହୋଇଛି। ତା' ମନରେ ପୂର୍ବର ସରାଗ ନାହିଁ–ସୁଖ ନାହିଁ। ସବୁଦିନ ପାଇଁ ତା' ମୁହଁରୁ ହସ ମରିଯାଇଛି। ଦିନେ ତାକୁ ଅତି ଆଦରରେ ପାଖକୁ ଡାକି ବାପା କହିଲେ–''କୁନି–ତୁ ଆଜିକାଲି ଏମିତି ଉଦାସିଆ ଦିଶୁଛୁ କାହିଁକି? ଆମେ ଥାଉଁ ଥାଉଁ କ'ଣ ତୋର ଦୁଃଖ କ'ଣ ତୋର ଚିନ୍ତା। ତୁ ଆମର ଗୋଟିଏ ବୋଲି ସନ୍ତାନ। ତୋର ସୁଖ; ତୋର ଆନନ୍ଦ ଦେଖିଲେ ସିନା ଆମେ ଖୁସି ହୁଅନ୍ତୁ। ଅଥଚ ତୁ ସଦାବେଳେ କ'ଣ ଏମିତି ଭାବୁଛୁ–ଲୁଚାଇ ଲୁଚାଇ କ'ଣ ପାଇଁ କାନ୍ଦୁଛୁ। ତୋର କ'ଣ ଦୁଃଖ, ତୋର କ'ଣ ଅଭାବ। ତୋ ମୁହଁରେ ହସ ନ ଦେଥିଲେ; ଆମକୁ କିଛି ଭଲ ଲାଗୁନାହିଁ। '' ସାଗରୀକା କିଛି କହିଲାନି। ମୁଣ୍ତ ପୋତି ଠିଆହେଲା ବାପାଙ୍କ ପାଖରେ। ବାପା ତା'ର ସବୁ ବୁଝିପାରିଛନ୍ତି, ସାଗର ଆଉ ନୀହାର ନାଁରେ ଏଥିପୂର୍ବରୁ ସେ କେତେ ବେନାମୀ ଚିଠି ପାଇଛନ୍ତି। କିନ୍ତୁ ସେଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନାହାନ୍ତି। ସେ ଜାଣନ୍ତି ନୀହାର ନାଁ ପଡ଼ିଲେ; ସାଗରୀକାର ମୁହଁରେ ଅଜ୍ଞାତ ଆନନ୍ଦର ଢେଉ। ଖେଳିଯାଏ–ସେ ଉଲ୍ଲସି ଉଠେ। ନୀହାରକୁ ଦେଖିଲେ ସେ ସବୁ ଦୁଃଖ କଷ୍ଟ ଭୁଲିଯାଏ। ସେଇଥି ଲାଗି ସାଗର ଆଉ ନୀହାର ଦୁହିଁଙ୍କ ବିରୁଦ୍ଧରେ ଯେତେ ବେନାମୀ ଚିଠି ଆସିଲେ ବି ସେ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି। ଥରେ ସେ ରାତି ଆଠଟା ବେଳକୁ ଘରକୁ ଫେରିଲା ବେଳକୁ ଦେଖିଲେ ନୀହାର ଓ ସାଗର ଦୁହେଁ ବସି କ'ଣ କଥାବାର୍ତ୍ତା କରୁଛନ୍ତି। ନୀହାର ଉଠି ନମସ୍କାର କଲା। ସାଗର ଠିଆ ହେଲା। ସେ କିଛି ନ କହି ନିଜ ପକେଟ୍ରୁ ଖଣ୍ତେ ଚିଠି କାଢ଼ି ନୀହାର ହାତକୁ ବଢ଼ାଇ ଦେଇ ଭିତରକୁ ଚାଲିଗଲେ। ନୀହାର ପଢ଼ିଲା। ବେନାମୀ ଚିଠି। ସାଗରୀକାର ଚରିତ୍ର ଉପରେ ନାନା କୁତ୍ସିତ ଆକ୍ଷେପ ସେଥିରେ ଭରି ରହିଛି। ଶେଷକୁ ନାନା ପ୍ରକାର ଧମକ ବି ରହିଛି। ପଢ଼ିସାରି ସାଗରୀକା ହାତକୁ ବଢ଼ାଇ ଦେଲା। କମ୍ପିତ ହାତରେ ସେ ଚିଠି ପଢ଼ିସାରି ସାଗରୀକା ପଚାରିଲା–''କ'ଣ କରିବା। '' କିଛି ନାହିଁ–ଏଥିରେ ଏତେ ବିଚଳିତ ହେବାର ବା ଦୁଃଖ କରିବାର କିଛି କାରଣ ତ ମୁଁ ଦେଖିପାରୁ ନାହିଁ। କିନ୍ତୁ ବାପା...। ସେ ଦାୟିତ୍ୱ ତୁମେ ନିଅ। ଜୀବନରେ ଯେଉଁମାନେ ଏତେ ବୀଭତ୍ସ ପତ୍ର ଲେଖି ପାରନ୍ତି, ତାଙ୍କର ଉଦ୍ଦେଶ୍ୟ ବାପା ଭଲ ଭାବରେ ବୁଝିଥିବେ ନିଶ୍ଚୟ। ତା'ପରେ ଦିନ ସାଗରୀକା କହିଲା ଯେ–''ବାପା କିଛି ଭାବି ନାହାନ୍ତି। ବରଂ ଆମର ଏମିତି ମିଛ ବଦନାମ ଲାଗି ସେ ଦୁଃଖିତ। ତାଙ୍କର ଆମ ପ୍ରତି ଆଦୌ କୌଣସି ଖରାପ ଧାରଣା ନାହିଁ। '' ନୀହାର ଆଶ୍ୱସ୍ତ ହୋଇଥିଲା ସେ ଥର। ତେଣୁ ସାଗରୀକା ଜାଣେ ଯେ; ବାପା ତା'ର ନୀହାର ବିଷୟ ଭଲ ଭାବରେ ଜାଣନ୍ତି। ତା'ର ବଦଳି ପରେ ସେ ସାଗରୀକାର ଗତିବିଧି, ଚାଲିଚଳନ ଓ ହାବଭାବରୁ ତା'ର ମନ ଭିତରର କଥା ଠିକ୍ ଧରିପାରିଛନ୍ତି। ଯେଉଁ ନୀହାର ସହିତ ଟିକିଏ ଦେଖା ନ ହେଲେ ସାଗର ଅସ୍ଥିର ହୋଇ ଉଠେ; ତା'ର ଦୀର୍ଘ ଅନୁପସ୍ଥିତିରେ ସାଗରର ଏଇ କେତେ ଦିନର ଅସ୍ଥିରତା, ଦୁଃଖ ଓ ବେଦନା ଯଥେଷ୍ଟ ବଢ଼ି ଯାଇଛି। ଏହା ତା'ର ଚିନ୍ତାକ୍ଳିଷ୍ଟ ମୁଖମଣ୍ତଳ ଦେଖିଲେ ଯେ କେହି ବୁଝିପାରିବ। ବାପା ବୋଉଙ୍କ କଥା ତ ନ କହିଲେ ଚଳିବ। ତେଣୁ ସେ ଆପେ ଆପେ